ଆମେ ତତେ ନେଇ ଚାଲିଯିବୁ। ହଁ, ଝିଅକୁ ନେଇ ଚାଲିଗଲେ ବାପା ଓ ମା। ଝିଅଟିର ଜୀବନ୍ତ ଶରୀର ନୁହେଁ ମୃତ ଶରୀରଟି। ଗାଡ଼ି ଉପରକୁ ଉଠାଇ ନେଇ ସ୍ନେହମୟୀ ଜନନୀ କୋଳରେ ଧରି କାନ୍ଦି କାନ୍ଦି ଚାଲିଲେ ସରକାରୀ ରାସ୍ତାରେ। ଯିଏ ଶୁଣିଲା, ସିଏ ଡାକ୍ତରାଣୀଙ୍କୁ ଛି ଛି କଲା, ହେଲେ ଏହାର ଦୃଢ଼ ପ୍ରତିକାର କେହି କରି ନ ଥିଲେ। ମାତ୍ର କଲେ ସେଇମାନେ, ଯେଉଁମାନଙ୍କୁ ଆମେ ଦୁଷ୍ଟ ବୋଲି କହୁଁ। ଯେଉଁମାନଙ୍କୁ ରାଜନୀତିଜ୍ଞ ଖେଳନା ପରି ଖେଳାଇବାକୁ ଚାହାନ୍ତି। ଗୋଟିଏ ଛାତ୍ର ଏ ଦୁଃସମ୍ବାଦ ଶୁଣି ବିଜୁଳି ପରି ଚମକିଗଲା, ସାଙ୍ଗସାଥୀଙ୍କୁ ଧରି ଡାକ୍ତରାଣୀଙ୍କୁ ଘେରାଉ କରାଗଲା। ଡାକ୍ତରାଣୀଙ୍କ କ୍ଷମାଭିକ୍ଷା, ଉଚ୍ଚ କର୍ତ୍ତୃପକ୍ଷଙ୍କ ଅନୁରୋଧ ଓ ଅନ୍ୟମାନଙ୍କର କାକୁତି ମିନତୀ ଛାତ୍ର ନେତୃତ୍ୱ ଆଗରେ ପାଣି ଫାଟିଗଲା। ଡାକ୍ତରାଣୀଙ୍କ କର୍ମଚ୍ୟୁତ ବିନା ଅନ୍ୟ ସମାଧାନରେ ସେମାନେ ସମ୍ମତ ହୋଇ ନ ଥିଲେ। ନିର୍ଜନ ରାତିର ବିଳପିତ ତମିଶ୍ରା ଅଧ୍ୟାପକ ମିଶ୍ରଙ୍କୁ ନିଦ ଲାଗୁନି। ରାତିଟାଯାକ ଶତଚେଷ୍ଟା ବିଫଳ ହେଇଚି। ଅସରନ୍ତି ଚିନ୍ତାର ସୁଅ ଅମଡ଼ାବାଟ ମାଡ଼ି ମାଡ଼ି ଚାଲିଚି। ଏହାର ଶେଷ କେଉଁଠି, କିଏ କହିବ। ବାହାର ଅନ୍ଧକାର କାଳିଆ କଟି କଟି। ନିର୍ଜନ ରାତିଟା ସାଇଁ ସାଇଁ ଶବ୍ଦ କରୁଚି। ଭରା ଯୌବନରେ ଅଧ୍ୟାପକ ମିଶ୍ର ଚାହିଁଥିଲେ ବାହାର କଲେଜରେ କାମ କରିବେ। ବାହାରର ଗୁଡ଼ାଏ ଜାଗା ଦେଖା ହେବ। ପିଲାଝିଲାର ଜଞ୍ଜାଳ ଲାଗିଲା ବେଳକୁ ଘର ପାଖରେ ରହିଯାଇ ଥାଆନ୍ତେ। ମାତ୍ର ସେ କଥା ଶୁଣାଗଲା ନାହିଁ। ଦୋଷ ତାଙ୍କର ଯେ, ବିଶ୍ୱବିଦ୍ୟାଳୟର ସର୍ବୋଚ୍ଚ ଡ଼ିଗ୍ରୀ, ପାଇ ସର୍ବୋଚ୍ଚ ଶ୍ରେଣୀରେ ପ୍ରଥମ ସ୍ଥାନ ପାଇଥିଲେ। ଶିକ୍ଷାଦାନରେ ସେ ଥିଲେ ଅଦ୍ୱିତୀୟ! ଏପରି ଅବସ୍ଥାରେ ତାଙ୍କ ପରିବର୍ତ୍ତନ ଆବଶ୍ୟକୀୟ ମନେ କରାଯାଇ ନ ଥିଲା। ସ୍ତ୍ରୀ ତାଙ୍କର ଆସନ୍ନପ୍ରସବା। ଗୋଟିଏ ମାତ୍ର ଅଳିଅଳ ସନ୍ତାନ ଭୀଷଣ ରୋଗଗ୍ରସ୍ତ। ଘରେ ଅନ୍ୟ କେହି ନାହାନ୍ତି ଯେ, କାହା ଦାୟିତ୍ୱରେ ଏମାନଙ୍କୁ ସେ ଛାଡ଼ି ଯାଆନ୍ତେ। ଏଇ କଥା ସେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ପ୍ରାଞ୍ଜଳ ଭାବରେ ହୃଦୟଙ୍ଗମ କରାଇବାକୁ ଶତଚେଷ୍ଟା କରି ବଦଳି ବନ୍ଦ କରି ପାରି ନ ଥିଲେ। ରାଜନୈତିକ ଚାପ ପକାଇବାର ସେ ଘୋର ବିରୋଧୀ ତାଙ୍କର ଶଳା ଜଣେ ଏମ୍, ପି,। ସ୍ତ୍ରୀ ବହୁତ ପ୍ରାର୍ଥନା କରି କହିଥିଲେ ତାଙ୍କୁ ଜଣାଇବାକୁ। ମାତ୍ର ହେଲା ନାହିଁ। ଘରୁ ବିଦାୟ ହେବାର ବେଳ ଓ ଚିତ୍ର ମିଶ୍ରଙ୍କ ମନେପଡ଼ି ଦେହ ଶିହରି ଉଠୁଥାଏ। ଧାରାଶ୍ରାବଣର ବାରି ବର୍ଷଣ ପରି ସ୍ତ୍ରୀ ତାଙ୍କର ଅବରିତ ଅଶ୍ରୁ ବର୍ଷଣ କରିଥିଲେ ସେ। ଯେଉଁ ହୃଦ୍ବିଦାରକ କ୍ରନ୍ଦନ ତାର ପଟାନ୍ତର ନାହିଁ। ଘଣ୍ଟାଏ କୁଆଡ଼େ ବାହାରକୁ ଗଲେ ତାଙ୍କର ଅତି ପ୍ରିୟ ସନ୍ତାନଟି ଅଳି କରିବସେ। ଅଥଚ ତାକୁ ପ୍ରବଳ ଜ୍ୱର ଓ ତାପ ଚରମରେ ଉପସ୍ଥିତ। ବାଲ୍ୟବନ୍ଧୁ ଡାକ୍ତର ସାନ୍ତ୍ୱନା ଦେଇ ଯାଇଥିଲେ, ପିଲାଟିର ତତ୍ତ୍ୱ ଅବଶ୍ୟ ନେବେ। ସେ ସ୍ଥାନାନ୍ତରକୁ ଶୁଭ ଅନୁକୂଳରେ ବାହାରିବା ପୂର୍ବରୁ ବଡ଼ କରୁଣ ସ୍ୱରରେ ପିଲାଟିକୁ ଡାକିଲେ ନାଁ ଧରି। 'ପାବକ' 'ପାବକ' କହି ବହୁତ ଡାକିଲେ-। ଅଥଚ ପୁଅ ଆଖି ମେଲାଇଲା ନାହିଁ। ବୋଉ କହିଲେ 'ଟିକୁ', ନନା ଯାଉଚନ୍ତିରେ ବାପ-! ଥରିଲା ହାତଟି ନନାଙ୍କ ଆଡ଼େ ବଢ଼ାଇ ଦେଇଥିଲା ପାବକ। ହାତଟିକୁ ଚାପି ଧରିଲେ ଅଧ୍ୟାପକ ମିଶ୍ର-। ଛୁଆଟିଏ ପରି କଇଁ କଇଁ ହୋଇ କାନ୍ଦି ପକାଇଥିଲେ କହିଲେ—ସନ୍ଧ୍ୟା, ମୋର ଅନ୍ୟଗତି ଥିଲେ ବା ବାଡ଼ିରେ